ଯାହା କେବେ ବି କରି ନଥିଲେ, କରିବାପାଇଁ ଚିନ୍ତାକରି ନ ଥିଲେ, ସେଇଆ କରି ବସିଲେ ହୈମବତୀ। ସମ୍ପୂର୍ଣ୍ଣ ନିରାବରଣ ଦେହକୁ ନିଠେଇ ନିଠେଇ ଦେଖିଲେ କେଡ଼େ ସୁନ୍ଦର ଏଇ ଦେହ-! ନିଟୋଳ ନିଖୁଣ ଗଢ଼ଣ-ବକ୍ଷ, ଜଘନ, କଟୀଦେଶ ଓ ଉରୁର ସନ୍ଧି-ସ୍ଥଳ। ଆଃ ଆଃ... ସର୍ବ ଶରୀରରେ ଛୁଟି ଯାଉଛି ଲାଭାର ସ୍ରୋତ। ପ୍ରଚଣ୍ଡ ଝଡ଼... ସବୁ ଦୋହଲୁଚି। ସେଇ ବୁଢ଼ା... ହନୁହାଡ଼ ଦିଶିଲାଣି। ଦାନ୍ତଯାକ ଖସି ପଡ଼ିଲାଣି ବିବାକ୍। ଗୋଟିଏ ହେଲେ ବାଳ କଳା ନାହିଁ। କାହୁଁ ବୁଝିବ ଏ ଅମୃତର ସ୍ୱାଦ? ତା' ଆଗରେ ୟା'କୁ ଥୋଇବା ଯାହା, ପେଚାକୁ ପାଚିଲା କଦଳୀ ଖୋଇବା ସେଇଆ। ସେଇ ନର୍ସ, ଆୟା, ଆଉ, ଅଧା ବୟସୀ ତ୍ରଂଶୋତୀର୍ଣ୍ଣା ବୁଭୁକ୍ଷୀତା ବିଚାରୀମାନେ... କ'ଣ ବା ପାଇବେ ବୁଢ଼ାଠାରୁ? ଅଙ୍ଗାରରେ ରହିଛି ଟିକିଏ ତାତି- ପାପୁଲି ଉସୁମେଇବ, ପୋଡ଼ିବ କୁଆଡ଼ୁ? ହୈମବତୀ କ'ଣ କରିବେ? କ'ଣ କରିବେ ଏସବୁ? ଏଇ ଅଫୁରନ୍ତ ଐଶ୍ୱଯ୍ୟକୁ କ'ଣ ଅବହେଳାରେ ଲୋଟାଇ ଦେବାପାଇଁ ଯାଚନା କରି ଆଣିଲେ? ନା, ନାଁ ମୁକ୍ତ କୁନ୍ତଳକୁ ଉତ୍ତମ ରୂପେ ପୋଛି ଝାଡ଼ି ବୋହୂର ସରୁ ପାନିଆରେ ଧୀରେ ଧୀରେ ସେ କୁଣ୍ଡେଇ ବସିଲେ। ପାଉଡ଼ର, କ୍ରିମ, ଋଜ୍, ଲିପ୍ଷ୍ଟିକ, କୁଙ୍କୁମ...। ମେଞ୍ଚାଏ ସ୍ନୋ, ପୁଳାଏ ପାଉଡ଼ର ସବୁ ନିଅଣ୍ଟ ଜଣାପଡ଼ୁଛି ଝିଲିମିଲି ଭୟେଲ ଶାଢ଼ୀ, ଭୟେଲ ବ୍ଲାଉଜ ପିନ୍ଧି ପକେଇଲେ ହୈମବତୀ। କେମିତି ହୁଗୁଳା ଲାଗୁଛି ବୋହୂର ବ୍ରେସିୟାରଗୁଡ଼ା। ଖୁବ୍ ଧଳା ଖୁବ୍ ଚମତ୍କାର... କିନ୍ତୁ। ''ହେଃ ସେ କ'ଣ ହେଉଛି? '' ବୁଲି ଅନେଇଲା ବେଳକୁ, ପଛରେ ଛିଡ଼ା ହୋଇଛି ବୋହୂ। ଆଖି ଦି'ଟା ତା'ର ରଡ଼ନିଆଁ ଭଳି ଜଳୁଛି। ଜଳିବ ତ, ସବୁଥିରେ ଭାଗ ବସିବ ଏଥର। ଏତେ ରୂପ ଏତେରସ ବାହୁଡ଼ାଣୀ ପାଦ ପକେଇଛନ୍ତି ଯେତେବେଳେ, ନ ଦେଖି, ନ ଚାଖି, ନ ମାଖି, ଛାଡ଼ିଯିବେ? ମାଂସ ତରକାରୀର ନଳିହାଡ଼ ଚୋବେଇ ଚୋବେଇ ଟାଣ ଟାଣ ମାଂସ ଖଣ୍ଡକୁ କାମୁଡ଼ି ଭିଡ଼ି ଖୁବ୍ ତୃପ୍ତିରେ ଅନେକ ବେଳଯାଏ ଖାଇଲେ ହୈମବତୀ। ତରକାରୀ ନିଅଣ୍ଟ ହେବାରୁ ବୋହୂ ଗର ଗର ହେଉଛି। ହେଉଥାଉ, ତା' ବୋଲି ସେ ଆଉ ଖାଇବେ ନାହିଁ? ଖରାବେଳେ ଡରି ଡରି ପାଖକୁ ଆସିଲା ବଡ଼ ନାତି। ପଚାରିଲା; ''ତୁ, କି ଔଷଧ ଖାଇଲୁ ଜେଜୀମା, ହୁ କିନା ଟୋକୀ ପାଲଟି ଗଲ? ଯୋଡ଼ିଟା କିନ୍ତୁ ଭାଙ୍ଗିଗଲା ବୋଲି ଜାଣ। ଜେଜେ କ'ଣ ତୋ' ଲାଖି ହେବେ? ହୈମବତୀ ହସି ହସି ନାତିକୁ ଦି'ବାହୁରେ ଜାକି ଧରିଲେ। "ତୁ ହବୁତ? " କଥା କାନରୁ କାନକୁ ଡେଇଁଲା, ପାଖ ପଡ଼ିଶା ଘର ମାଇପେ ଭିଡ଼ ଲଗାଇଲେ। ଦେଖିଯିବେ ନିଜ ଆଖିରେ। କଳିକାଳ ଶେଷ ବେଳକୁ ଅଘଟଣ କଥା ଘଟୁଛି। ବୁଢ଼ୀ ଟୋକୀ ପାଲଟି ଯାଉଛି। ହୈମବତୀ ନିଜକୁ ଭଲକରି ସଜାଇଲେ। ବେଣୀ ମୂଳରେ। ଖୋଷିଲେ ରକ୍ତ ଗୋଲାପ-। ଆଖିରେ କଜ୍ଜଳର ଲାଞ୍ଜ ଟାଣି ଦେଲେ, ଗାଢ଼ କରି; ତେରଛି ଚାହିଁଲେ ଚୋରେଇ ହସିଲେ ଦେଖନ୍ତୁ କେତେ ଦେଖିବେ...। ବଡ଼ବୋହୂ ବୀନ ବୋଉଙ୍କୁ କହୁଛି... ''କି ରଙ୍ଗ ଦେଖିବ, ଦେଖ ଖୁଡ଼ୀ। ମୁଁ ଖାଲି ବାପାଙ୍କ କଥାରେ ରକ୍ତ ଚାଉଳ ଚୋବେଇ ତୁନି ରହୁଛି। ଏଇଟା କୁଆଡ଼େ ମୋ ଶାଶୁ? କୋଉ ମାଗି ଖାଇ ଛଇ ଛଟକୀ ବଜାରୁଣୀ ଟୋକୀ ଖଣ୍ଡେ। ଶଶୁର ହେଲେ ବୋଲି କ'ଣ ଲୁଚେଇବି-? ତାଙ୍କ ସଉକ କ'ଣ ସଇଲାଣି କି? ହାତଧରା ଭାରିଜାକୁ ରାତାରାତି କୁଆଡ଼େ ତଡ଼ି ଦେଇ, ଧରି ଆଣିଛନ୍ତି ଏଥିରୁ ଗୋଟାଏ, କ'ଣ ନା' ତୋଅରି ଶାଶୁ। ମୁଁ କ'ଣ ଦୁଧଖିଆ ଛୁଆ ହୋଇଛି? ଖାଲି ଚେହେରାରେ ମେଳ ଥିଲେ କ'ଣ ସବୁ ହେଲା? ଏମିତି ଘରେ ପଡ଼ିଲି ଯେ ମୋଅରି କପାଳକୁ ସବୁ ଅଭିଆଣ କଥା ଘଟୁଛି। ଜହର ଟିକେ ଯାହା ମିଳୁନାହିଁ ମତେ। '' ହୈମବତୀଙ୍କ ମୁହଁରେ ଚିଆଁ ଲାଗିଗଲା ''ହଇଲୋ, ବୀନବୋଉ! କିଏ ଯେବେ ଜାଣିଶୁଣି ଜହର ମହୁରା ଖାଇବ, ମୁଁ ହାତ ଧରିବାକୁ ଯବି କି? ୟେ'ତ ସାଧୁ ବୁଟିର ଗୁଣ ଏଥିକି ଭଲା ହାତ କାହାର? '' ''ତମେ ତା' ହେଲେ ଆମର ସେଇ ସୁରିଆ-ବୋଉ ଅପା? ଆଗୋ, ସୁରିଆ ବାପାଙ୍କୁ ତ ଷାଠିଏ ଧକ୍କା ଖାଇଲାଣି, ତମେ ଷୋଳ ବୟସୀ ହେବାକୁ ସକ ସକ ହେଲ କାହିଁକି?